ତଥାପି ଏଣ୍ଡୁଅ ଟୋକାଙ୍କର ବଡ଼େଇ ଆଗରେ ମହୁପିଆମାନେ ଯୁଗ ଯୁଗ ଧରି ନିଜର ମାନ ମହତ ରକ୍ଷା କରିବାକୁ ସମର୍ଥ ହୋଇ ଆସିଥିବା ଦୃଷ୍ଟିରୁ ଲମ୍ବ ଥଣ୍ଟଟିକୁ ଉପରକୁ ଟେକି ସେ ଜବାବ୍ ଦେଲା ଏଣ୍ଡୁଅ ପିଲାକୁ- "ବୁଢ଼ିଆଣୀଙ୍କ ଘର ଭାଙ୍ଗୁଚୁ, ମହୁପିଆ ବୈଷ୍ଣବଙ୍କୁ ଥଟ୍ଟା କରୁଚୁ, କମ୍ୟୁନିଷ୍ଟଙ୍କୁ ଡରୁନାହୁଁ ଏପରି ଯେଉଁ ଦୈତ୍ୟ ଏଣ୍ଡୁଅ ବଂଶରେ ଜାତ ହୋଇଅଛି ତାର ସର୍ବନାଶ ପାଖେଇ ଆସୁଚି ନିଶ୍ଚୟ-। ତେବେ ତୋ ନିଧନ କମ୍ୟୁନିଷ୍ଟଙ୍କ ହାତରେ ନାହିଁରେ ଏଣ୍ଡୁଅ ପିଲା। ତତେ ଯେ ମାରିବ ସେ ଆସୁଚି ମୋ ପଛେ ପଛେ। " ଏତିକି କହି ମହୁପିଆ ଫୁରର୍କିନା ଉଡ଼ିଗଲା ବାକ୍ସ ଗଛ ଭିତରୁ। ତାର କଚଟତପ, କଚଟତପ ଭଜନ କୁଆଡ଼େ ପବନରେ। ମୁହୂର୍ତ୍ତକ ଲାଗି ବାକ୍ସଗଛର ଅନ୍ତରାଳରେ ଗୋଟିଏ ଶଙ୍କାକୁଳ ନୀରବତା ରାଜୁତି କରିବାକୁ ଲାଗିଲା। ବୁଢ଼ିଆଣୀ ତାର ଆଠଟି ଯାକ ଆଖି ମେଲେଇ ଚାରିଆଡ଼କୁ ଚାହିଁବାକୁ ଲାଗିଲା ''କିଏ ଆସୁଛି? କାହିଁ? " ଏଣ୍ଡୁଅ ଟୋକାର ନାଲି ଆଉ ନ ଥାଏ ସେତେବଳକୁ। କିନ୍ତୁ ତାର ଆଖି ଯୋଡ଼ିକ ଘଣ୍ଟାର ସେକେଣ୍ଡ୍ କଣ୍ଟା ପରି ଡଗଡ଼ଗ ହୋଇ ଘୂରିବାକୁ ଲାଗିଥାଏ। ଅପେକ୍ଷା କରୁଥାଏ ସେ-କାହାକୁ କେଜାଣି! ଏହିପରି ଅପେକ୍ଷା ଭିତରେ ଭିତରେ କେତୋଟି ସେକେଣ୍ଡ କଟିଗଲା। କ୍ରମେ ସେକେଣ୍ଡ ଗୁଡ଼ିକ ଏକତ୍ର ହୋଇ ମିନିଟ୍ ଓ ଘଣ୍ଟାରେ ପରିଣତ ହେଲା। କିନ୍ତୁ କିଛି ଘଟିଲା ନାହିଁ। କେହି ଆସିଲେ ନାହିଁ। ସମୟ ଗଡ଼ିବାକୁ ଲାଗିଲା। କ୍ରମେ ଦିନ ଯାଇ ରାତି ଆସିଲା। ରାତି ପରେ ପୁଣି ସକାଳ, ପୁଣି ଦିନ। ଏହାପରେ ଆସିଲା ଋତୁ ପରିବର୍ତ୍ତନର ବେଳ। ବାକ୍ସ ଗଛର ରଙ୍ଗୀନ ପତ୍ର ଗୁଡ଼ିକ ଇତିମଧ୍ୟରେ ଆହୁରି କେଇ ପ୍ରସ୍ତ ରଙ୍ଗ ବଦଳେଇସାରି ଶୁଖି ଝଡ଼ି ପଡ଼ିଲେଣି ଗୋଟିକ ପରେ ଗୋଟିଏ। ପବନରେ ଚୋରା ବସନ୍ତ ଋତୁର ବାସ୍ନା ଚହଟିଲାଣି ଅଳ୍ପେ ବହୁତେ। ସେଇ ବସନ୍ତ ଋତୁର ପ୍ରାରମ୍ଭରେ ଜଣେ ରସିକ ନାଗର ମଣିଷ ବଗିଚାକୁ ପ୍ରବେଶ କରିଥାଏ ତାର ପ୍ରେମିକା ସହିତ। ବାକ୍ସ ଗଛ ମୂଳରେ ସେ ଦୁହେଁ ବସି କଣ ସବୁ ଗପସପ ଲଗେଇ ଦେଇଥାନ୍ତି କେତେବେଳୁ। ମଝିରେ ମଝିରେ ପୁରୁଷଟି ସ୍ତ୍ରୀକୁ ଆଲିଙ୍ଗନ କରି କୌଣସି ଦୂର୍ବୋଧ୍ୟ ଭାଷାରେ କଣ ସବୁ ସମ୍ଭାଷଣ କରିବାରେ ଲାଗି ପଡ଼ିଥାଏ। କିନ୍ତୁ ମୁହୂର୍ତ୍ତକ ଭିତରେ ସବୁ କିଛି ବଦଳିଗଲା। ସବୁ କିଛି ସରିଗଲା ଯେମିତିକି। ସମଗ୍ର ପୃଥିବୀଟି ମରିଯିବା ଲାଗି ପ୍ରସ୍ତୁତ ହୋଇ ଯାଇଥିଲା ସତେକି। ସେହିପରି ମରଣ ଘୋଟି ଆସିଲା ଚତୁର୍ଦ୍ଦିଗରୁ। ପ୍ରଥମେ ପୁରୁଷ ଓ ସ୍ତ୍ରୀ ଆଲିଙ୍ଗନରତ ଅବସ୍ଥାରେ ଯେଉଁଭଳି ରହିଥିଲେ ସେଇ ଅବସ୍ଥାରେ ଢଳି ପଡ଼ିଲେ ବଗିଚାର ଘାସ ଉପରେ। ସେମାନଙ୍କ ଶରୀର ଦୁଇଟି ଗୋଟିଏ କାଠ ଖୋଦେଇ ମୂର୍ତ୍ତି ପରି କାଠୁଆ ପାଲଟିଗଲା। ଏହାପରେ ପାଳି ପଡ଼ିଲା ଏଣ୍ଡୁଅ ଟୋକାଟିର। ତାପରେ ବୁଢ଼ିଆଣୀ ମାଇପିଟିର। ସମସ୍ତେ ଗୋଟି ଗୋଟି ଲଥ୍ ଲାଥ୍ ଖସି ପଡ଼ିଲେ ଆଉ ମରିଗଲେ। ପବନରେ ବସନ୍ତ ଋତୁର ବାସ୍ନା ବାରିବା ପାଇଁ ଜୀବନର ସତ୍ତା ଆଉ କେଉଁଠି ହେଲେ ନଥିଲା। ଏହାର କେତେ ହଜାର କୋଟି ବର୍ଷ ପରେ ଗୋଟିଏ ଭୟଙ୍କର ଡିନୋସାର୍ ତାର ବିରାଟ ଲାଞ୍ଜଟିକୁ କୌଣସି ଏକ ସନ୍ତସନ୍ତିଆ ଲେଗୁନ୍ର ଅଗଭୀର ଜଳରେ ହଲ୍ଚଲ୍ କରୁ କରୁ ଜଳକେଳିରେ ପ୍ରମତ୍ତ ଥିଲା। ଲେଗୁନ୍ କୂଳରେ କୌଣସି ଏକ ଅଷଣ୍ଢବା ଗଛ ଡାଳରେ ମସ୍ତବଡ଼ ମାଙ୍କଡ଼ସାଟିଏ ଜାଲ ବୁଣିବାରେ ଲାଗି ପଡ଼ିଥିଲେ। ହଠାତ୍ ଡିନୋସାର୍ର